ତେଣୁ ସେହି ହୃଦୟ ଚାହୁଁଥିଲେ କବି ଭବାନନ୍ଦ। ସେ ଜାଣିଥିଲେ ନାରୀର ଦେହ ମଧ୍ୟରେ ତା'ର ହୃଦୟ ଥାଏ। ଦେହଟା ନ ପାଇଲେ ହୃଦୟ ମିଳେନାହିଁ ବୋଲି ତାଙ୍କର ଥିଲା ଗୋଟିଏ ବଳିଷ୍ଠ ଯୁକ୍ତି। ତେଣୁ ସେ ଅରୁନ୍ଧୁତୀର ହୃଦୟ ପାଇବାକୁ ବ୍ୟାକୁଳ ହୋଇପଡ଼ିଥିଲେ ଏବଂ ଦିନେ କଥା ଛଳରେ କହିଲେ, ''ଅରୁନ୍ଧୁତୀ! ତୁମକୁ ମୁଁ ଶଯ୍ୟାନାୟିକା କରିବାକୁ ଚାହେଁ। ଯେ କବିର ସହସ୍ର କାବ୍ୟର ନାୟିକା ହୋଇଛି ସେ କ'ଣ କବିର ଶଯ୍ୟାନାୟିକା ହେବାକୁ ନାସ୍ତି କରିବ? '' ତତ୍କ୍ଷଣାତ ଭବାନନ୍ଦଙ୍କ ଭ୍ରମ ଦୂର ହୋଇଗଲା। ଅରୁନ୍ଧୁତୀ ଗମ୍ଭୀର ହୋଇ ମୁଖରେ ଘୃଣାଭାବ ଫୁଟାଇ କହିଲେ, ''ମସ୍ଜିଦ୍ ଲେନରେ ବହୁତ ଶଯ୍ୟାନାୟିକା ଶସ୍ତା ଦରରେ ମିଳନ୍ତି। '' ସେହି ଘଟଣା ପରେ ପରେ ଭବାନନ୍ଦଙ୍କ କବିତା ମରିଗଲା। ଭବାନନ୍ଦଙ୍କ ପ୍ରାଣସ୍ପର୍ଶୀ ଭାଷା ଆଉ ତାଙ୍କର କବିତାରେ ପଢ଼ିବାକୁ ମିଳିଲା ନାହିଁ। ଯେଉଁ ଅରୁନ୍ଧୁତୀ ଦିନେ ଭବାନନ୍ଦଙ୍କ କବିତା ଶୁଣି ତାଙ୍କର ଦେହ ଓ ହୃଦୟକୁ ଭବାନନ୍ଦକୁ ଅର୍ପଣ କରିଦେବାକୁ ଆଗେଇ ଆସିଥିଲେ ସେ ମଧ୍ୟ ଆଜି ଭବାନନ୍ଦଙ୍କ ନାଁ ଶୁଣି ନାକ ଟେକିଲେ। ସବୁ ନିୟତିର ଖେଳ। ସେ ଖେଳକୁ ବଳ କାହାର ପାଏ। ପ୍ରେମଚାନ୍ଦ ବରାଳ ଷ୍ଟ୍ରୀଟରୁ ସିଧାସଳଖ ଭାବେ ଯେଉଁ ଅଣଓସାରିଆ ରାସ୍ତାଟି କୁଖ୍ୟାତ ବସ୍ତି ଆଡ଼କୁ ଲମ୍ବିଯାଇଛି ସେହି ରାସ୍ତାରେ ଭାରାକ୍ରାନ୍ତ ହୃଦୟରେ ଚାଲୁଥିଲେ କବି ଭବାନନ୍ଦ। ସେ ଆଜି ଅରୁନ୍ଧୁତୀର କହିବା ଅନୁସାରେ ବାହାରିଛନ୍ତି ଶଯ୍ୟାନାୟିକା ସନ୍ଧାନରେ। ଶଯ୍ୟାନାୟିକାର ଅର୍ଥକୁ କଦର୍ଥ କରି ତାଙ୍କୁ ସେଦିନ ଅରୁନ୍ଧୁତୀ ଏତେ ଅପମାନ ଦେଲେ କାହିଁକି, ଏହି କଥା କେବଳ ଭାବୁଥିଲେ ଭବାନନ୍ଦ। ପୁଣି ମନକୁ ମନ ଭାବିଲେ ସ୍ତ୍ରୀ ପରା ସ୍ୱାମୀର ଶଯ୍ୟାନାୟିକା ନୁହେଁ। ସେ ହେଉଛି ପ୍ରାଣସଙ୍ଗିନୀ। ସାହିତ୍ୟିକ ଶବ୍ଦର ଅର୍ଥ କେବଳ ସାହିତ୍ୟିକ ବୁଝେ। ଏମିତି କେତେ କ'ଣ ଭାବୁ ଭାବୁ ହଠାତ୍ ତାଙ୍କର ପାଦ ଦୁଇଟି ଗୋଟିଏ ନୀଳକୋଠା ପାଖରେ ଅଟକିଗଲା। ସେଠାରେ ରହୁଥିଲା ନୟନତାରା। ନୂଆକରି ସେ ବ୍ୟବସାୟ ଆରମ୍ଭ କରିଥାଏ। ତାହାର ଦାମ ଅନ୍ୟମାନଙ୍କ ତୁଳନାରେ ଟିକିଏ ଚଢ଼ା। ତଥାପି ଗ୍ରାହକର ଅଭାବ ନାହିଁ। ଲୋକେ କହନ୍ତି ଏ ଦୁନିଆରେ ସମସ୍ତେ ଅର୍ଥଦ୍ୱାରା ବଶୀଭୂତ ହୁଅନ୍ତି। ଏହା ସଠିକ୍ କି ନୁହେଁ ତାହା ଭବାନନ୍ଦଙ୍କୁ ଜଣାନାହିଁ। ତଥାପି ଭବାନନ୍ଦ ଏତିକି ଜାଣନ୍ତି ଯେ ପଇସାବାଲାର ସ୍ତ୍ରୀ ହେବାପାଇଁ ସବୁ ସ୍ତ୍ରୀର ମନ ମଧ୍ୟରେ ଲାଲସା ଥାଏ। ଦରିଦ୍ରର ସ୍ତ୍ରୀ ପାଖରେ ଧନୀକର ସ୍ତ୍ରୀ ଗର୍ବ ଦେଖାଏ କେବଳ ପଇସା ପାଇଁ। ସ୍ତ୍ରୀମାନେ ବୁଝନ୍ତି ପ୍ରତିଭା ଅପେକ୍ଷା ଧନର ଓଜନ ଢେର ବେଶି-। ହଠାତ୍ ନେପାଳୀ ଦରବାନ୍ ସଲାମ ପକାଇ ଭବାନନ୍ଦଙ୍କୁ ଭିତରକୁ ଯିବାକୁ ଇଙ୍ଗିତ ଦେଲା। ଭବାନନ୍ଦ ଭିତରେ ପଶିଲେ। ଘରର ଛାତଟା ଆଉ ତାଙ୍କ ମଥା ଉପରେ ଖସିପଡ଼ିବକି ଏହି କଥା ସେତେବେଳେ ଭବାନନ୍ଦଙ୍କୁ ଜଣାପଡ଼ୁଥିଲା। ହସ ହସ ମୁଖରେ ଆସି ଅଭିବାଦନ। ଜଣାଇଲା ନୟନତାରା। ତାହାର ନାମଟା ଯେପରି, ରୂପଟା ମଧ୍ୟ ସେହିପରି। ରୂପରେ ନିଆଁ ଜଳୁଥିଲା। ସେତିକି ନ ହେଲେ ନିର୍ବୋଧ ପୁରୁଷର ମନ ଧରିରଖିବାକୁ ସେ ପ୍ରୟାସ ବା କରନ୍ତା କାହିଁକି? ଭବାନନ୍ଦଙ୍କ ଆଖି ଝଲସିଉଠିଲା। ସେତିକିବେଳେ ତାଙ୍କର ମନେପଡ଼ିଲା ଅରୁନ୍ଧୁତୀକୁ। ଅରୁନ୍ଧୁତୀ ଓ ନୟନତାରା ଉଭୟଙ୍କର ରୂପ ଅଛି। ଉଭୟଙ୍କର ଯୌବନ ଅଛି। ଉଭୟଙ୍କ ନୟନ କୋଣରେ ଅଛି ପୁରୁଷକୁ ପାଗଳ କରିଦେବାକୁ ବଣା ଏଣୀର ଚଞ୍ଚଳ ଚାହାଣି। ତେବେ ତଫାତ୍ ଏତିକି ଯେ ଜଣେ କବିତାର କବିକୁ ଦୂରକୁ ଗୋଡ଼ରେ ଆଡ଼େଇ ଦିଏ ଓ ଆଉ ଜଣେ କେତୋଟି ମୁଦ୍ରା ପାଇବା ପାଇଁ ଭଲ ପାଇବାର ଅଭିନୟ କରି ସାଦର ସମ୍ବର୍ଦ୍ଧନା ଜଣାଏ। ନୟନତାରା ପାଖେଇ ଆସିଲା। ହାତରେ ବାଦାମୀରଙ୍ଗର ଚା' କପ୍ ଓ ତା'ର ଗୋଲାପି ଓଠରେ ଲାଗିରହିଥିଲା ମୃଦୁ ହସର ଗୋଟିଏ ଛିଟିକା। ଏହି ଅଳ୍ପ ସମୟ ମଧ୍ୟରେ ସେ ଭବାନନ୍ଦଙ୍କ ଅତି ପାଖକୁ ଲାଗିଯାଇ ଓଠରେ ଓଠ ମିଳାଇବ ତା'ର ଇଚ୍ଛା ବିରୁଦ୍ଧରେ ଏବଂ ପୁଣି ଅତି ଅପରିଚିତା ହୋଇ ସୁଦ୍ଧା ପରିଚିତା ଭାବରେ ହସ ଫୁଟାଇ ରାତ୍ରିଯାପନ କରିବାକୁ ଅନୁରୋଧ କରିବ। ଏ ସବୁ କ'ଣ ପାଇଁ? କେବଳ କେତୋଟି ମୁଦ୍ରା ପାଇଁ ନୁହେଁ କି? ଭବାନନ୍ଦ ଆଜି ପ୍ରେମିକ କବି ଭାବେ ଆସିନାହାନ୍ତି। ସେ ଆସିଛନ୍ତି, ଶଯ୍ୟାନାୟିକାର ଶସ୍ତା ଦାମର ଦେହଟାକୁ ଖରିଦ କରିବାକୁ ଗୋଟିଏ ପୁରୁଷ ଭାବରେ। ନୟନତାରା କୁଳବତୀ ନାରୀ ନୁହେଁ। ତେଣୁ କୁଳବତୀ ନାରୀ ଯେପରି ଅଭିନୟ କରେ ସେପରି ଅଭିନୟ କରିବାକୁ ସେ ମୋଟେ ଅଭ୍ୟସ୍ତ ନୁହେଁ।